ହୁଏତ ପୃଷ୍ଠଦେଶଟାକୁ ନ୍ୟୁନ କରି ଦେଖାଇ ଲାଭବାନ୍ ହେବାକୁ ପୋଷକତା ମାଗି ସାହିତ୍ୟ ମୋଟେ ଦରବାର ଆଡ଼େ ମନ କରିନଥାନ୍ତା। ମାତ୍ର, ରାଜାଙ୍କ ଦରବାରରେ ସାହିତ୍ୟର ସିନା କିଛି ପ୍ରୟୋଜନ ନଥାଏ, ସାହିତ୍ୟଟା ମଧ୍ୟ ଆଦେଶ ପ୍ରମାଣେ ଆସି ହାଜର ହୋଇ ଯାଉନଥିଲେ ଏବଂ ହାତ ପତାଇ କିଛି ମାଗୁନଥିଲେ ରାଜାଙ୍କର ଆଶାଦଣ୍ଡଟା କିପରି ଥୟ ହୋଇ ରହିପାରନ୍ତା? ପୁରା କାଳରେ ଖାରବେଳ ତାଙ୍କ ନିଜ ଶାସନ ଏବଂ ସାମର୍ଥ୍ୟ ବିଷୟରେ ନିଜ ବରାଦ ଅନୁସାରେ ଯେଉଁ ହାତୀଗୁମ୍ଫାର ବିବରଣୀ ଲେଖି ଯାଇଛନ୍ତି, ସେଥିରେ ସିଏ ନିଜକୁ ବଡ଼ ରାଜା, ବଡ଼ ବିଜେତା, ବଡ଼ ଭିକ୍ଷୁ ଓ ବଡ଼ କଳାବିଳାସୀ ବୋଲି ବର୍ଣ୍ଣନା କରାଇ ଯାଇଛନ୍ତି। ଏକାଳର ଖାରବେଳମାନେ କାହିଁକି ଯେ ଅଧିକ ଖରଗତି ହୋଇ ତାହା କରିବାକୁ ମନ ନକରିବେ, ସେପରି ଭାବିବାର ଆଦୌ କୌଣସି କାରଣ ରହିବା ଉଚିତ ନୁହେଁ। ରାଜ୍ୟରେ ଏକାଡ଼େମୀ ରହିବ; ଗୋଟାଏ ନୁହେଁ, ତିନିତିନିଟା ଏକାଡ଼େମୀ ରହିବ ଏବଂ ସେହିଗୁଡ଼ିକ ଅଛନ୍ତି ବୋଲି ଏଠି କଳା, ସାହିତ୍ୟ ଓ ସଂଗୀତ ବଂଚି ରହିଛି ବୋଲି ଚାହିଁଦେଲା ମାତ୍ରକେ କହି ହେଉଥିବ, ଏହି ବୁଦ୍ଧି ଯେଉଁ ମଣିମାଙ୍କୁ ଜୁଟିଲା, ସିଏ ସକଳ ସଙ୍ଗତି ସହିତ ନିଶ୍ଚୟ ଜଣେ ପୂରା ଚକ୍ରବର୍ତ୍ତୀ ହୋଇଥିବେ। ଖାରବେଳଙ୍କର ନିର୍ଦ୍ଦେଶ ଅନୁସାରେ ଶିଳାଲିପି ଖୋଦା ହୋଇଥିବା ପରି ମଣିମାଙ୍କର ନିର୍ଦ୍ଦେଶରେ ହିଁ ରାଜ୍ୟରେ ସାହିତ୍ୟ ଏକାଡ଼େମୀ ବସିଲା ଏବଂ ସୂଚନା ପ୍ରମାଣେ ବଳିବର୍ଦ୍ଦମାନେ ଏକ ଅନୁରୂପ ସଂବିଧାନଟିଏ ପ୍ରସ୍ତୁତ କରି ଥୋଇଦେଲେ। ରଥଙ୍କୁ ସେଥିପାଇଁ ସବୁଯାକ ଶ୍ରେୟଃ ଦେବାକୁ ପଡ଼ିବ। ସିଏ ପୁରୋଗାମୀ ହୋଇ ବହୁତ ଖଟିଥିଲେ, ଏଥିପାଇଁ ଘରେ ମଧ୍ୟ ବହୁତ ସମୟ ଦେଲେ। ଆଗେ ତ ସରକାର ହିଁ କର୍ମକର୍ତ୍ତାମାନଙ୍କୁ ନିଯୁକ୍ତ କରୁଥିଲେ ଓ ଇଚ୍ଛା ଅନୁସାରେ ସେମାନଙ୍କୁ ବାହାର କରି ଦିଆଯାଇପାରିବ ବୋଲି ନିୟମ ରହିଥିଲା। ନୂଆ ଚିଠାରେ ସେସବୁ ବଦଳିଗଲା। ଆଗ ସଦସ୍ୟମାନେ ପ୍ରତିନିଧିମୂଳକ ଭାବରେ ରାଜ୍ୟର ଚାରିଆଡୁ ମନୋନୀତ ହୋଇଆସିବେ ଏବଂ ନିର୍ବାହୀ କର୍ମକର୍ତ୍ତାମାନଙ୍କୁ ସେହିମାନେ ହିଁ ନିଜ ଭିତରୁ ବାଛିବେ। ସଦସ୍ୟମାନଙ୍କର ସହମତି ବିନା କେହି ମରଜୀ ଅନୁସାରେ କାହାକୁ ନିକାଲି ଦେଇପାରିବେ ନାହିଁ। ସରକାର ଅର୍ଥ-ରାଶି ଯୋଗାଇଦେବେ ଏବଂ ଖରଚର ହିସାବ ନେବେ। ମାତ୍ର ଏତିକି ବ୍ୟତୀତ ଏକାଡ଼େମୀର କୌଣସି କାର୍ଯ୍ୟରେ ହସ୍ତକ୍ଷେପ କରିପାରିବେ ନାହିଁ। ଆମେ ପୂରା କମିଟି ସଂବିଧାନ ଉପରେ ସ୍ୱାକ୍ଷର ଦେଲୁ ଓ ଅପେକ୍ଷା କରି ରହିଲୁ। ବିଗତ ଏତେ ବର୍ଷ ହେଲା ଆମେ ଅପେକ୍ଷା କରି ରହିଛୁ। ସେତେବେଳର ସଦସ୍ୟମାନେ ଯାଇ ନୂଆ ସଦସ୍ୟବୃନ୍ଦ ଆସିଲେଣି। ଚିଠା ସମ୍ବିଧାନଟି କୋଉଠି କାହା ଖୋଲରେ ରହିଯାଇଛି, ସେକଥା କେହି କହି ପାରୁନାହାନ୍ତି। ସେଇଟି ବୋଧହୁଏ ସଂପୃକ୍ତ ସମସ୍ତଙ୍କର ଜ୍ଞାତସାରରେ ଏକ ଗୁମ୍ଫା ଭିତରେ ଯାଇ ପଶିଯାଇଛି ଯେ ଆଉ ଆଦୌ ବାହାରିପାରୁନାହିଁ। ଅର୍ଥାତ୍ ପୁରାତନ ସମ୍ବିଧାନଟି ହିଁ ଚାଲୁ ରହିଛି। ଏକଥାଟା ତ ସେତେବେଳେ ପ୍ରଘଟ ହୋଇଗଲା, ଯେତେବେଳେ ଗଲା ବର୍ଷ ଆଉ କାହାକୁ ଏକାଡ଼େମୀର ସଭାପତି ରୂପେ ନିଯୁକ୍ତ କରିହେଲା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ୱୟଂ ନିଜକୁ ସଭାପତି ବୋଲି ନିଯୁକ୍ତ କଲେ। ଏକଥା ସିଏ ସମ୍ବିଧାନ ଅନୁସାରେ କଲେ ବୋଲି ଜନପଦମାନଙ୍କରେ ଶୁଣାଯାଇଥିଲା। ଯାହା ଅନୁମାନ କରାଯାଉଛି, ସଭାପତି ଆସନ ପାଇଁ ଲାଳସୀ ହୋଇ ମେଞ୍ଚାଏ ମଣିଷ ଦରବାରର ଗୋହିରୀମାନଙ୍କରେ ଯାଇ ପହଞ୍ଚି ଯାଇଥିବେ ଏବଂ ନିଜ ନିଜର ପିଇସା ମଉସାମାନଙ୍କ ମାଧ୍ୟମରେ ଜଗମୋହନରେ ନିଜ ତରଫରୁ ପ୍ରସ୍ତାବ ନେଇ ପକାଇଥବେ।